'' ଆଲେସ୍କିଙ୍କ କଥା ସରିଛି କି ନାହିଁ, ମେରିନାର ପିତା ପୋଷାକପତ୍ର ବଦଳାଇ ବୈଠକଖାନା ଭିତରକୁ ପଶି ଆସିଲେ। ମେରିନା ଆଡ଼କୁ ଅନାଇ ପଚାରିଲେ,''ହଁ ମା, ତୁ କେଉଁ ବୈଜ୍ଞାନିକ ଉପନ୍ୟାସରୁ ସେ ଗପ ଶୁଣାଉଥିଲୁଟି ତୋ ମା'କୁ? ଫଷ୍ଟୋଭସ୍କିଙ୍କ 'ମଙ୍ଗଳ ଗ୍ରହ ଅଭିମୁଖେ' ନା ରୁଜନିଗୋଭଙ୍କ ଅନୂଦିତ 'ପୃଥିବୀ ବାହାରେ ମଣିଷ' ବହିରୁ? '' ''ନା ବାପା, କେଉଁଥିରୁ ନୁହେଁ ତ? '' ''ଆରେ, ତୁ ଯେ କହୁଥିଲୁ, ମହାଶୂନ୍ୟରେ ରହିବା କୋଠରି, ଗାଧୁଆ ଘର, ପର୍ଯ୍ୟବେକ୍ଷଣାଗାର ଆଦି କଥା। ତା ହେଲେ ସେ ସବୁ କେଉଁଥିରୁ? '' ''ସେ ସବୁ ତ କୌଣସି ବହିରୁ ନୁହେଁ। '' ''ଆଉ କ'ଣ ସେ ସବୁ ତୋ ମନରୁ? ବେଶ୍ ବେଶ୍! ବୈଜ୍ଞାନିକ ଗଳ୍ପ ଲେଖା ଦିଗରେ ଚେଷ୍ଟା କର। ଭଲ ଦିଗ ଗୋଟାଏ। ତୁମେମାନେ ବୈଜ୍ଞାନିକ ହୋଇ ଯଦି ସେ ଦିଗରେ ନ ଲେଖ, ତେବେ ବିଜ୍ଞାନ ସମ୍ୱନ୍ଧରେ କିଛି ଜାଣି ନଥିବା ସାଧାରଣ ଔପନ୍ୟାସିକମାନେ କ'ଣ ଲେଖିବେ ସେ ବିଷୟରେ? '' ''ଆପଣ କ'ଣ ଯେ କହୁଛନ୍ତି, ମୁଁ କିଛି ବୁଝିପାରୁନି ବାପା! ଆପଣ କ'ଣ ଜାଣିନାହାନ୍ତି ଯେ, ଆମ ଦେଶରୁ ଗୋଟିଏ ଖୁବ୍ବଡ଼ କୃତ୍ରିମ ଉପଗ୍ରହ ମହାଶୂନ୍ୟରେ ସୃଷ୍ଟି କରାଯାଉଛି। ସେଥିରେ ପରା ମୁଁ ଯାହା ସବୁ କହୁଥିଲି, ସେ ସବୁ ରହିବ। ବହୁ ବୈଜ୍ଞାନିକ ସେହି ଉପଗ୍ରହରେ ମହାଶୂନ୍ୟ ଭିତରକୁ ନାନାପ୍ରକାର ଗବେଷଣା କରିବା ପାଇଁ ଯିବେ। ଆଲେସ୍କି ସେଇ କୃତ୍ରିମ ଉପଗ୍ରହରେ ଯାଉଥିବା ଗବେଷକମାନଙ୍କର ଦଳପତି ହୋଇ ଯାଉଛନ୍ତି। '' ''ଏଁ, ସତେ? ବାଃ, ବାଃ, ବେଶ୍, ବେଶ୍। '' ସେ ଆଲେସ୍କିଙ୍କ ଆଡ଼କୁ ଅନାଇ କହିଲେ,''କ'ଣ ବାବା! ପାଗଳୀ ଯା' କହୁଛି ସତ? ତା' ହେଲେ ବଡ଼ ଗୌରବର କଥା ଯେ ତୁମେ ସେଭଳି ଏକ ଐତିହାସିକ ଅଭିଯାନର କର୍ଣ୍ଣଧାର ହୋଇଯିବ। ଆଜି ଦେଶ ଯେ ତୁମକୁ ଏତେ ବଡ଼ ଦାୟିତ୍ୱ ଦେଉଛି, ତମ ପକ୍ଷରେ ଏ କିଛି କମ୍ ଗୌରବର କଥା ନୁହେଁ। ହଉ ବାବା, ମୋତେ ଟିକିଏ କହିଲ ତୁମ ଅଭିଯାନ କଥା। '' ''ଫଷ୍ଟୋଭସ୍କିଙ୍କ 'ମଙ୍ଗଳଗ୍ରହ ଅଭିମୁଖେ' ଉପନ୍ୟାସଟି ମୁଁ ଯେଉଁଦିନ ଶେଷ କଲି, ସେହି ଦିନଠାରୁ ମହାଶୂନ୍ୟର ଭ୍ରମଣ ସମ୍ୱନ୍ଧରେ ମୋ ମନରେ ଏକ ଅଲୌକିକ କୌତୁହଳ ଜନ୍ମିଛି। ଏଇଥିପାଇଁ ମୋତେ ଭାରି ଭଲ ଲାଗେ ବୈଜ୍ଞାନିକ ଉପନ୍ୟାସଗୁଡ଼ିକୁ ପଢ଼ିବା ପାଇଁ। ସେମାନଙ୍କ କଳ୍ପନା ଯେ ଦିନେ ବାସ୍ତବରେ ପରିଣତ ହୁଏ, ସେଇ ହେଉଛି ସେମାନଙ୍କ ବାହାଦୂରୀ ଓ ସେଥିପାଇଁ ମୁଁ ସେମାନଙ୍କୁ ସାଧାରଣ ଔପନ୍ୟାସିକମାନଙ୍କଠାରୁ ଢେର୍ ଉଚ୍ଚରେ ସ୍ଥାନ ଦିଏ। '' ଆଲେସ୍କି ଓ କୋଜେଲେସ୍କିଙ୍କ ମଧ୍ୟରେ ଏହିଭଳି କଥାବାର୍ତ୍ତା ଚାଲିଥିଲାବେଳେ ମେରିନାର ମାତା ଉଠି ଠିଆହେଲେ–''ତୁମେମାନେ ତା' ହେଲେ ବସି କଥାବାର୍ତ୍ତା କରୁଥାଅ। ମୁଁ ତେଣେ ଯାଏ ଆଲେସ୍କି ପାଇଁ କିଛି ଖାଇବାର ବନ୍ଦୋବସ୍ତ କରେ। ପୁଅ କେତେବେଳୁ ଆସିଲାଣି, ପୁଣି ଏତେ ଦିନ ପରେ ଆସିଛି, ନ ଖାଇ କ'ଣ ଚାଲିଯିବ? '' ''ହଁ ମା, ତୁ ଯା, ଖାଇବାର ବନ୍ଦୋବସ୍ତ କର। ଆମେ ଦୁହେଁ ଖାଇ ଆଜି ଥିଏଟର ଦେଖି ଯିବୁଁ। '' ''କିନ୍ତୁ, କେଉଁ ଥିଏଟରକୁ? '' ବୃଦ୍ଧା ହଠାତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ''କାହିଁକି ମା, ଅପେରାକୁ? '' ବୃଦ୍ଧା ମେରିନାର ଏଭଳି ଉତ୍ତରରେ ହସିଲେ-''ଅପେରାରେ ଟିକେଟ କ'ଣ ଆଉ ଏତେବେଳେ ମିଳିବ? '' ''ମୁଁ ଆଉ କ'ଣ ସେତକ ବନ୍ଦୋବସ୍ତ ନ କରି ବସିଛି